ଆରେ ଛାଡ଼, ମୁଁ ଦିଆସିଲିଟା ନେଇ ଆସେ। ଅନ୍ଧାର ମିଠା ଆଲୁଅରେ ମିଳେନି କଲ୍ୟାଣୀ, ତୁମେ ବର୍ତ୍ତମାନ କହିଥିଲ ନାଁ? ଓଃ, ପ୍ରାକ୍ଟିକାଲ୍ ଦ୍ୱାରା ମୋତେ ଚଖେଇ ଦେଉଛ। ଭାରି ଚାଲାଖ ତୁମେ। ଆଚ୍ଛା ହେଉ ଏବେ ତ ଅନ୍ଧାର ମିଠା ଚାଖିଲ ଆଲୁଅ ମିଠା ଟିକେ ଚାଖ। ଆରେ ଛାଡ଼? ହାତଟା ମୋର ଛିଡ଼ିଯିବ। ହେ ଭଗବାନ୍ ତୁମେ ବଡ଼। ଗୁରୁପଦର ହାତଟା ଛିଞ୍ଚାଡ଼ି ଦେଇ ଦିଆସିଲି ପାଇଁ ଦୌଡ଼ି ଆସିଲା କଲ୍ୟାଣୀ। ସେହି ଅନ୍ଧକାରର ଚାରିକାନ୍ଥ ଭିତରେ କ୍ଷଣିକ ପାଇଁ ବସି ଚାହିଁଲା ଗୁରୁପଦ। ତା'ର ଦୁଇ ନାସାନ୍ଦ୍ର ଭିତରୁ ଖାଲି ଘନ ଘନ ନିଶ୍ୱାସ ପଦାକୁ ଯିବା ଆସିବାରେ ଲାଗିଲା। ସତେ ଯେପରି ସେ ଅନେକ ବାଟ ଦୌଡ଼ି ଦୌଡ଼ି ଆସି କ୍ଳାନ୍ତ ହୋଇ ପଡ଼ିଛି। ଦେହରୁ ଗମ୍ ଗମ୍ ଝାଳ ବାହାରି ପଡ଼ିଲା। ସତେ ଯେପରି ସେ ନୀରବ ନିସ୍ତେଜ ଭଳି ଶକ୍ତିହୀନ ହୋଇ ପଡ଼ୁଛି। କିଛି ସମୟ ପରେ ଦିଆସିଲି ଧରି ପ୍ରବେଶ କଲା କଲ୍ୟାଣୀ। ଲଣ୍ଠନ ଲଗାଇଲା। ଗୁରୁପଦ ଟେବୁଲ୍ ଉପରେ ମୁହଁମାଡ଼ି ବସିଥିଲା। ସତେ ଯେପରି ତା' ଆଖିରେ ଆଖିଏ ନିଦ ଢାଙ୍କି ଯାଇଛି। ଅସଞ୍ଜତ କେଶ ଉପରେ ହାତ ରଖି କଲ୍ୟାଣୀ ଧୀରେ ଧୀରେ କହିଲା, ଏ; କ'ଣ ଭାବୁଛ, ଭୟ କରୁଛ କି? ଉଠି ଚାହିଁଲ ମୋତେ? ଗୁରୁପଦକୁ ଭାରି ଲାଜ ମାଡ଼ିଲା, ମୁହଁକୁ ଉପରକୁ ଟେକି ପାରିଲା ନାହିଁ। ଭାବିଲା କଲ୍ୟାଣୀ ପାଖରେ ସେ ଏକାନ୍ତ ଭାବରେ ଦୋଷୀ। କ୍ଷଣକ ଅନ୍ଧକାର ଭିତରେ ସେ କ'ଣ ନକଲା ସତେ? ସେ କ'ଣ ଜାଣିଥିଲା ଏମିତି ଗୋଟାଏ ଆକସ୍ମିକ ଝଡ଼ ବହିବ ବୋଲି? ଛାତିଟା ଏପର୍ଯ୍ୟନ୍ତ ବି ତା'ର ଧପ୍ ଧପ୍ ଦେଉଛି। ମୁହଁଟା ତା'ର କାହିଁକି ରଙ୍ଗା ପଡ଼ିଯାଇଛି। କଲ୍ୟାଣୀ କୁତୁ କୁତୁ କଲା। ତୁମକୁ ଆଉ ପାରି ହେବନି। ଥଟ୍ଟାରେ କଲ୍ୟାଣୀ ହସି ହସି କହିଲା, ଯେଉଁ ଲୋକ ଅନ୍ଧାର ଭିତରେ ସିଂହ ଭଳି ଆକ୍ରମଣ କରେ, ସେହି ଲୋକ ଆଲୁଅ ଦେଖି ଶୃଗାଳ ପାଲଟି ଯାଏ ବୋଲି ମୁଁ ଜାଣିନି। ଆରେ ଉଠ, କ'ଣ ଶୋଇ ପଡ଼ିଲ ନାଁ କଣ। ଦେଖିଲ ମୋ ହାତରୁ କିମିତି ରକ୍ତ ବାହାରୁଛି। ନିଅ ଏ ଅଏଣ୍ଟମେଣ୍ଟଟା ମାରିଦିଅ। ହାତରୁ ରକ୍ତ ବାହାରିବା କଥା ଶୁଣି ଗୁରୁପଦ ଉପରକୁ ମୁଣ୍ଡ ଟେକିଲା। ଆଖି ଆଗରେ ଚିର ହର୍ଷିତା ଚନ୍ଦ୍ରମୁଖୀ କଲ୍ୟାଣୀକୁ ଦେଖି କାହିଁକି ଟିକେ ଲାଜେଇଗଲା। ଦେଖିଲ ହାତରୁ କେମିତି ରକ୍ତ ବାହାରୁଛି। ହାତ ଦେଖାଅ ମୁଁ ତୁମ ନଖ କାଟିଦିଏ। ଗୁରପଦ ଭାବିପାରିଲା ନାହିଁ ଯେ କଲ୍ୟାଣୀ ଏତେ ସରଳ, ଏତେ ଶାନ୍ତ ହୋଇଥିବ ବୋଲି। ସତେ ଯେପରି ସେ ତା' ଆଗରେ ଏକ ଅବୁଝା ଶିଶୁ। ପିଲାଦିନେ ମା' ଯେମିତି କୋଳକୁ ଭିଡ଼ିଆଣି ଗେଲେଇ ଗେଲେଇ କଥାକହି ନଖ କାଟି ଦେଉଥିଲା, ଆଜି ସେ ଏକ ପରିପୂର୍ଣ୍ଣ ଯୁବକ ଅବସ୍ଥାରେ ଥାଇ ଏକ ରୂପସୀ ତରୁଣୀ ପାଖରେ ସେହି ଅବସ୍ଥା ଲକ୍ଷ୍ୟ କରୁଛି। କ୍ଷଣକ ପାଇଁ ସେ ତା'କୁ ନିର୍ବାକ ଭାବରେ ଚାହିଁ ରହିଲା। ଆରେ କ'ଣ ଦେଖୁଛ? ଆଲୁଅ ବୋଧେ ତୁମକୁ ଭଲ ଲାଗୁନି, ଲଣ୍ଠନଟା ଲିଭାଇ ଦେବି? ଥଟ୍ଟାରେ କଲ୍ୟାଣୀ କହିଲା। କଲ୍ୟାଣୀ ଗୁରୁପଦ ଛିଡ଼ାହୋଇ ଦୁଇ ପାପୁଲି ଭିତରେ କଲ୍ୟାଣୀ ମୁହଁକୁ ଟେକିଧରି ଚାହିଁଲା। ଗୁରୁପଦ ଆଖିର ଜ୍ୟୋତିରେ ଆକର୍ଷିତ ହୋଇ କଲ୍ୟାଣୀ ନିଜକୁ ଅସହାୟ ମନେକରି କ୍ଷଣକ